ସେ ତାହାର ଦୋଷ ଦୁର୍ବଳତା ଲୁଚାଇବ ନାହିଁ। ସେ ଛୋଟ ଓ ତାହାର ଅନେକ ଦୋଷ ଅଛି ବୋଲି ଜଣାଇବ। ତାହାହେଲେ ଆମେ ତା'କୁ କ୍ଷମା ଦେଇ ନିଜର କରି ପାଖକୁ ଟାଣିନେବୁ। ପ୍ରଥମ ଲେଖାରେ ଏହି ସବୁ ଦୋଷ ଦୁର୍ବଳତା ଥାଏ। ତେଣୁ ତାହାର ପ୍ରତ୍ୟେକ ଅଂଶରେ ନୂତନତାର ଆମୋଦ ଥାଏ। ହାତ ସିଧା ହେଇଗଲେ ସବୁଆଡ଼ ସୁନ୍ଦର ହୁଏ। କିନ୍ତୁ ଦୋଷକୁ ଢାଙ୍କି ଦେବାର ଉପାୟ ଜଣାପଡ଼ିଯିବାରୁ ସେ ଲେଖାଟି ମନକୁ ଛୁଏଁ ନାହିଁ। ପ୍ରତ୍ୟେକ ପ୍ରତିଷ୍ଠିତ ଲେଖକଙ୍କର ପ୍ରଥମ ଲେଖାକୁ ପଢ଼ିଲେ ଆମେ ଏହି କଥାର ସାରବତ୍ତା ଜାଣି ପାରିବା। ତେଣୁ ଲେଖାରେ ଦୋଷର ପରିମାଣରୁ ଲେଖାର ଭଲମନ୍ଦ ସରସ ଓ ନୀରସ ବଛାଯାଏ ନାହିଁ। ବଛାଯାଏ ସତକଥା କହିବାର ସାହାସର ପରିମାଣରୁ। ଆମେ ଆମର ଅନୁଭବରେ ଦେଖିପାରୁଛୁ ଯେ ଯେଉଁ ଲେଖକ ପ୍ରକୃତ କଥା ଓ ସତ କଥା କହିବାକୁ ଚେଷ୍ଟା କରିଛି ସେ ପାଠକର ମନ କଥା କହିଛି ଓ ଲେଖିଛି। ଯେଉଁମାନେ ଆଦର୍ଶ ଓ ନୀତି କଥା ଅବା ଭଲ କହିବାକୁ ଇଚ୍ଛା କରିଛନ୍ତି ସେମାନେ ଆମର ମନର କଥାକୁ କହି। ନାହାନ୍ତି-। ତେଣୁ ମନ ସେହି ବହିଗୁଡ଼ିକୁ ଆଡ଼େଇ ଦେଇଥାଏ। ଏହି କାରଣଟି ହେଲା ଭଲ ବହି ଦିନେ ରଦ୍ଦି ପାଲଟି ଯିବାର କାରଣ। କେଉଁଦିନ କଥାଟି ସିନା ସତ ଥିଲା। ଆଜି ସେଇଟି ମିଛ କଥା। ପୁରୁଣା ଘର ପରି ସେ ତାହାର ସମସ୍ତ ସୌନ୍ଦର୍ଯ୍ୟ ହରାଇ କେବଳ ମାଲିକର ମନୋରଞ୍ଜନ କରୁଥାଏ। ପ୍ରତ୍ୟେକ ଲେଖକ ଏମିତି ତାଙ୍କର ପୁରୁଣା ବହିଗୁଡ଼ିକୁ ଧରି ଲୋକପ୍ରିୟତାର ମାପଚୁପ କରିବାରେ ଲାଗିଥାନ୍ତି। ଆଜି ଓଡ଼ିଆ ସାହିତ୍ୟର ପ୍ରତିଷ୍ଠିତ ଲେଖକମାନଙ୍କର ତେସ୍ତରି ମସିହାର ଅଭିଯୋଗ ହେଲା ଯେ ସାହିତ୍ୟକ ଉଦାରତା ନେଇ ପାଠକ ଓ ସମୀକ୍ଷକମାନେ ତାଙ୍କର ଲେଖାର ମୂଲ୍ୟାୟନ କରୁନାହାନ୍ତି। ଏହି ଅଭିଯୋଗ ଭୁଲ୍। କାରଣ ସ୍ୱୀକୃତି ପାଇଲାବେଳେ ଓଡ଼ିଶାରେ ଓଡ଼ିଆ ପ୍ରୀତି ଜୁଆର ପରି ଆସୁଥାଏ। ଗୋଟିଏ ଓଡ଼ିଆ ଯାଇ ଅଣଓଡ଼ିଆ ବୋହୂ କି ଜୋଇଁଟିଏ ବାଛିବା ଦୂରୂହ କାମ ହେଇଥାଏ। ସେ ଓଡ଼ିଆ-ପ୍ରୀତିର ଅଗାଧ ଜଳରେ ଅଣଓଡ଼ିଆଟିଏ ନେଇ ରଖିବ କେମିତି? ସେଦିନ ଓଡ଼ିଆ ଲେଖକକୁ ସ୍ୱୀକୃତି ଦେଲାବେଳେ-ଆହା-ଓଡ଼ିଆରେ ଲେଖିଛି? -କେଡ଼େ ଭଲ! ଏତିକିରେ କାମ ଚଳୁଥିଲା। ଆଜି ସେଇଠି ପଚରା ହେଉଛି-ସେ ଓଡ଼ିଆରେ ଲେଖିଲା ସିନା। କ'ଣ ଲେଖିଛି? -କେମିତି ଲେଖିଛି? ସେଥିରେ ଆଞ୍ଚଳିକତାର ଭାଗ ଆଉ ନାହିଁ। ତେଣୁ ଏହି ବିଚାର ଓଡ଼ିଆ ଲେଖକକୁ ଭଲ ସୁବିଧା ଦେଇପାରୁ ନାହିଁ। କାହ୍ନୁ-କାଳିନ୍ଦୀ-କାଳୀବାବୁ ପ୍ରମୁଖ ଲେଖିଲାବେଳେ ପ୍ରଥମେ ଦେଖାଯାଉଥିଲା ସେ ଗ୍ରାଜୁଏଟ୍ କି ନୁହନ୍ତି? ଅର୍ଥାତ୍ ପାଠ କେତେ? ଏଥିରୁ ଦୁଇଜଣ ଥିଲେ ଗ୍ରାଜୁଏଟ୍। ଶୀଘ୍ର ସ୍ୱୀକୃତି ପାଇଗଲେ। ଜଣେ ରହିଗଲେ ପଛକୁ-ରାସପାର୍ଟି, ଯାତ୍ରାପାର୍ଟି ଇତ୍ୟାଦି ବହୁତ ପ୍ରକାରର ଖେଳ କସରତ ଦେଖାଇ ଉପରକୁ ଆସିଲେ। ''ଜ୍ଞାନମଣ୍ଡଳର'' ଶ୍ରୀ ବିନୋଦ କାନନଗୋ ଓ ''ଡଗର'' ସଂସ୍ଥାର ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ମହାଶୟମାନେ ଏହି ପ୍ରାଥମିକ ଯୋଗ୍ୟତା କଲେଜ ଡିଗ୍ରୀ ଅଭାବରୁ ବହୁତ ପଛକୁ ଚାଲିଗଲେ। କିନ୍ତୁ କବି ରବି ସିଂ ଏହି ଅସୁବିଧା ଭୋଗ କଲେ ନାହିଁ। କାରଣ ତିରିଶି ମସିହା କଥା ଷାଠିଏ ମସିହାରେ ନାହିଁ। ସମକାଳୀନ ସମାଜର ମୂଲ୍ୟାୟନର ସୂଚୀ ଯେ ପ୍ରକୃତରେ ତତ୍ତ୍ୱ ଉପରେ ଠିଆ ହୋଇଥାଏ ଏ କଥା କେଡ଼େ ଭୁଲ୍ ଏଥିରୁ ଜାଣି ହେଉଛି। ବାବୁ କାହ୍ନୁଚରଣଙ୍କର ଲେଖାର ବାରବର୍ଷ ପରେ ତାଙ୍କରି ସାନଭାଇ ବାବୁ ଗୋପୀନାଥ ଆସିଲେ। ସେ ବିଦ୍ୟାୟତନରେ ସମଧିକ ଯୋଗ୍ୟତା ହାସଲ କରିଥିବାରୁ ମାତ୍ର ଖୁବ୍ ଅଳ୍ପ ସମୟରେ ସେ ସମଧିକ ସ୍ୱୀକୃତି ପାଇ ପାରିଲେ। ଏ କଥାଟି ଖାଲି ଓଡ଼ଶା ନୁହେଁ ଆମର ପଡ଼ୋଶୀ ବଙ୍ଗଳାରେ ମଧ୍ୟ ଘଟିଛି। ସେଠି ସ୍ୱୀକୃତି ପାଇଁ କବି ନଜରୁଲ୍ ଓ ଉପନ୍ୟାସକାର ଶରତ ଚନ୍ଦ୍ର ବଙ୍ଗଳାର ସମୁନ୍ନତ ସଂସ୍କୃତି ପରିସର ଭିତରେ ନିଜର ଡିଗ୍ରୀ ଅଭାବ ପାଇଁ ବହୁତ ଦିନ ଅପେକ୍ଷା କରି ରହିବାକୁ ବାଧ୍ୟ ହେଇଛନ୍ତି। ତେଣୁ ଲେଖା ଯେ ଲେଖକର ପୂରା ପରିଚୟ ନୁହେଁ ଏଥିରେ ଦୁଇ ମତ ହେବାର କାରଣ ନାହିଁ। ଲେଖକର ପରିଚୟ କେବଳ ଲେଖା ନୁହେଁ-ତାହାର ପାଠପଢ଼ା, ଚାକିରି, ଜାତିବର୍ଣ୍ଣ ଓ ସୁଖ ସମୃଦ୍ଧି ମଧ୍ୟ ତାହାର ପରିଚୟ। କ'ଣ ଲେଖା ହୋଇଛି-ଏତକ ଯେମିତି ଗୁରୁତ୍ୱ ପୂର୍ଣ୍ଣ କଥା ସେମିତି କିଏ ଲେଖିଛି? -ସେତକ ମଧ୍ୟ ଦରକାର। ଏହି କିଏ? -କ'ଣ? -କାହିଁକି? -ହେଉଛି ଅନଗ୍ରସର ସମାଜର ସ୍ୱାଭାବିକ ପ୍ରଶ୍ନ।